ଅନୁପସ୍ଥିତ ତାଲିକାରେ ଥିଲେ ତତ୍କାଳୀନ ଶିକ୍ଷା ଡିରେକ୍ଟର ଶ୍ରୀଯୁକ୍ତ ଶ୍ୟାମାଚରଣ ତ୍ରିପାଠୀ। କିନ୍ତୁ ସାହିତ୍ୟ ବିଭାଗରେ ଏହିକଥା। କେବଳ ସାହିତ୍ୟ ଏକାଡେମିର ସଂପାଦକ ପଦବୀରେ ସୀମିତ ରହେ। ଜଣେ ସମ୍ପାଦକ ଗଲେ ସାହିତ୍ୟିକମାନେ ହଠାତ୍ ତାଙ୍କୁ ଭୁଲନ୍ତି। ଆଉ ଭୁଲିଗଲେ ବୋଲି ମଧ୍ୟ ତାଙ୍କୁ ଜଣାଇ ଦିଅନ୍ତି। ସାଧାରଣ ସାହିତ୍ୟିକ ଓଡ଼ିଶା ସାହିତ୍ୟ ଏକାଡେମିର ସଂପାଦକ, ସଭାପତି ଓ ମନ୍ତ୍ରୀଙ୍କ ଛଡ଼ା ଆଉ କାହାକୁ ନେତୃତ୍ୱର ସ୍ୱୀକୃତି ଦିଏ ନାହିଁ-ସିଏ ପୁଣି କ୍ଷଣସ୍ଥାୟୀ। ଏହି ବିଷୟରେ ସାହିତ୍ୟିକମାନେ ନିରବ। କାରଣ ଏହି କାର୍ଯ୍ୟ ସମୂହ ଭାବରେ ସେମାନେ କରିବାକୁ ଆଗ୍ରହୀ। କେବଳ ପ୍ରୟୋଜନ ହେଉଛି ବନ୍ଧୁତା ଓ ବଶ୍ୟତାର କାରଣ। ଇଏ ତ କେବେହେଲେ ସାହିତ୍ୟ-ସୁଲଭ ବା ସଂସ୍କୃତି-ଉପଯୁକ୍ତ ଆଭିମୁଖ୍ୟ ନୁହେଁ। ତେଣୁ ଛୋଟିଆ ମଣିଷଙ୍କର ସମଷ୍ଟିରେ ଆମର ଯେଉଁ ସାହିତ୍ୟ ସଂସ୍ଥା ଓ ସାହିତ୍ୟ-ସମାଜ ଗଢ଼ୁଛୁ ସେଥିରେ ଉଚ୍ଚତର ମାନ ଆଶା କରିବା କଷ୍ଟକର। ଅପରର ପ୍ରତିଭାକୁ ସ୍ୱୀକୃତି ଦେବା ଗୋଟିଏ ଅଳ୍ପ ଆୟାସ-ସାଧ୍ୟ କାମ ନୁହେଁ। ଏଥିପାଇଁ ଗୋଟିଏ ପୀଡ଼ି ନୁହେଁ ଦୁଇଟି ପୁରୁଷର ଚେଷ୍ଟା ଦରକାର। ଜୀବନର ପ୍ରଚଳିତ ଆଭିମୁଖ୍ୟକୁ ବଦଳାଇବା ସାହିତ୍ୟର ଲକ୍ଷ୍ୟ। ସେଥିରେ ଯେଉଁ ସମାଜର ଆଭିମୁଖ୍ୟ ବଦଳାଇବା ଦରକାର, ତାକୁ ବଦଳାଇବାକୁ ସମର୍ଥ କେବଳ ସେହି ସମାଜର ସାହିତ୍ୟିକ। ଓଡ଼ିଆ ସମାଜର ପୂର୍ବପ୍ରଚଳିତ ମୂଲ୍ୟବୋଧକୁ ନୂତନ ଦିଗନ୍ତ ଦେଖାଇବେ ଓଡ଼ିଆ ସାହିତ୍ୟିକ। ଏଥିପାଇଁ କାହାରି ବକ୍ତୃତା ବା ନିର୍ଦ୍ଦେଶ ଦରକାର ନାହିଁ। ସାହିତ୍ୟିକ ତାହାର ସମାଜର ବିଭବ ଓ ପ୍ରମାଦକୁ ଲକ୍ଷ୍ୟ ରଖିଥିଲେ ସେ ତାହାର କଲମରେ ସ୍ଥାନ-କାଳ-ପାତ୍ର-ସମର୍ଥିତ ନୂତନ। ଦିଗନ୍ତ ଓ ନୂତନ ଆଦର୍ଶ ଦେଇ ପାରିବ। ଏହି କାମ ସମ୍ଭବ ହେବା ପରି ଦିଶୁଛି-ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର ମାୟାଧର ମାନସିଂହ ଓ ଶ୍ରୀ ଗୋପୀନାଥ ମହାନ୍ତିଙ୍କ ଦ୍ୱାରା। ଓଡ଼ିଆ ସମାଜର ଚେତନାର ସମ୍ୟକ ବୈଜ୍ଞାନିକ ସମୀକ୍ଷା କରିବାପାଇଁ ଏହି ତିନିଜଣଙ୍କର ଶିକ୍ଷା ଓ ଅନୁଭବକୁ ପର୍ଯ୍ୟାପ୍ତ କୁହାଯାଇପାରେ। କିନ୍ତୁ ଏତିକିରେ ହେବ ନାହିଁ। ଆଉରି ଅନେକ ବିଶେଷ ଜ୍ଞାନୀ ଓ ବିଶିଷ୍ଟ ଅନୁଭବୀ ଦରକାର। ଏମାନେ କିଏ? ଡକ୍ଟର ପ୍ରାଣକୃଷ୍ଣ ପରିଜା ଏହି କାର୍ଯ୍ୟଟି ପାଇଁ ସମୁପଯୁକ୍ତ ବୋଲି କୋଡ଼ିଏମସିହାରୁ ଚାଳିଶିମସିହା ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟକଙ୍କର ଧାରଣା ଥିଲା। କିନ୍ତୁ ସେତେବେଳେ ସାରା ଓଡ଼ିଶାର ଡିବିରି ଆଲୁଅ କହିଲେ ବୁଝୁଥିଲୁ ଆଲୋକ। ତେଣୁ ଏତେ ବଡ଼ ଅନୁଦାର ପରିବେଶରେ ସେ ସମ୍ପୂର୍ଣ୍ଣ ହଜିଯାଇ କେବଳ ଲୋକଙ୍କୁ ଦାନ କରିବା, ଚାକିରି କରାଇବା, ସାର୍ଟିଫିକେଟ ଦବା ଓ ପିଲାଙ୍କର ବାହାଘର ପାଇଁ ପାତ୍ର ଖୋଜିବା କାମରେ ତାଙ୍କୁ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ସମାଜ ଲଗାଇ ଦେଇ ଖତମ୍ କରିଦେଲା। ଅନଗ୍ରସର ପରିବେଶରେ ଧନ ଅତ୍ୟନ୍ତ ଅନିଷ୍ଟକାରୀ ହୋଇଥାଏ। କେବଳ ପ୍ରତିଭା ଥାଇ ପୃଷ୍ଠଭୂମିର ସହଯୋଗ ନ ପାଇଲେ କିଛି ହୋଇପାରେ ନାହିଁ। ଏହିକଥା ବୁଝିଥିଲେ ମହାତ୍ମା ଗାନ୍ଧୀ ଓ ବୀର ନେପୋଲିଅନ୍। ଏବେ ଓଡ଼ିଶା ପଚାଶବର୍ଷ ତଳର ଅନଗ୍ରସରତା ନେଇ ରହି ନାହିଁ। ଓଡ଼ିଶାର ସୁଧୀ ସମାଜ ଆଜି ତାହାର ପ୍ରତିଭାର ମୂଲ୍ୟାୟନ କରାଇନେବାକୁ ଆଗ୍ରହୀ। ସେଥିରେ କେବଳ ଗୋଟିଏ ପ୍ରଶ୍ନ ଆସେ ଯେ ପ୍ରତିଭା ଅଛି ନା ପ୍ରତିଭା ଥାଇପାରେ ବୋଲି ସନ୍ଦେହ ଅଛି? ଓଡ଼ିଶାର ଜନସମାଜ ଏହି ପ୍ରତିଭା ଥିବା ବିଷୟରେ ହଠାତ୍ ବାଚାଳ ହେଲେ ବା ପ୍ରଚାରରେ ଲାଗିଗଲେ ପ୍ରତିଭାର ଉନ୍ମେଷ ହେବ ନା ପ୍ରତିଭା ତାହାର ନିଜର ବଳରେ ସବୁପ୍ରକାରର ବିରୋଧ ଓ ଅପପ୍ରଚାରକୁ ପରାସ୍ତ କରି ଉଠିବ? ଓଡ଼ିଆ